ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ। ଏହା ଦେଖିବାରେ ସାହାଯ୍ୟ କରିଥାଏ। ଆଖିର ପା ଆଗ ପରଦା ବା କର୍ନିଆ ଏକେବାରେ କାଚ ପରି ସଫା। ତା' ପଛକୁ ଗୋଟାଏ କୋଠରୀ। ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ। ତା' ପଛକୁ ଗୋଟିଏ ମାଂସପେଶୀର ଗୋଲାକାର ପରଦା ଆଇରିସ୍। ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ। ତାକୁ ପିଉପିଲ୍ କୁହାଯାଏ। ଏହି ପିଉପିଲ୍‌ଟି ଠିକ୍ କ୍ୟାମେରାର ସଟର୍ ଭଳି କାମ କରେ। ବେଶି ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ। ତା' ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିୟସ୍ ହ୍ୟୁମର୍, ତା' ପଛକୁ ରେଟିନା ଥାଏ। ଆଲୁଅ ପ୍ରଥମେ ଆଖିର କର୍ନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣାସବୁ ସମାନ୍ତରାଳ ହୋଇଯାଆନ୍ତି। ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡ଼ିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି। ଏଇ ଦୁଇ ପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁ ପ୍ରକାର ଆଲୁଅ ସହଜରେ ବାରିପାରେ। ଲମ୍ବା ଲମ୍ବା ଜୀବକୋଷ ବା ରଡ୍‌ମାନେ ରେଟିନା ସାରା ବିଛାଡ଼ିହୋଇ ରହିଥାନ୍ତି। ମାତ୍ର ପିରାମିଡ୍ ଭଳି ଜୀବକୋଷମାନେ କେବଳ ଗୋଟାଏ ଜାଗାରେ ଠୁଳ ହୋଇ ରହିଥାନ୍ତି। ସେଇ ଜାଗାଟି ହେଲା ଫୋଭିଆ ଗୋଟାଏ ମୁଗ ଆକାରର ଖାଲିଆ ଜାଗା। ଯେତେ ଆଲୁଅ ଆଖିର ଲେନ୍ସ ଦେଇ ଆସେ, ତା'ର ଫୋକସ୍ ବିନ୍ଦୁ ହେଲା ଏଇ ଫୋଭିଆ। ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଏଇ ଫୋଭିଆ ହେଉଛି ଦାୟୀ।ରେଟିନାର ଜୀବକୋଷମାନଙ୍କରେ ଆଲୁଅ ପଡ଼ିଲେ ନାନା ପ୍ରକାର ରାସାୟନିକ ପ୍ରତିକ୍ରିୟା ହୋଇଯାଏ। ସେଇ ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ୍ ପ୍ରବାହ ହୁଏ। ସେ ବିଦ୍ୟୁତ୍ ପ୍ରବାହ ଆଖିର ସ୍ନାୟୁକୁ ଯାଇ ମସ୍ତିଷ୍କରେ ଥିବା ଅକ୍ସିପିଟାଲ୍ ଲୋବ୍‌କୁ ଯାଏ। ସେଠାରେ ମସ୍ତିଷ୍କ ଏସବୁକୁ ବିଶ୍ଳେଷଣ କରି ମଣିଷକୁ କ'ଣ ଦେଖିଲା ବୋଲି ଜଣାଇଦିଏ।ରଙ୍ଗୀନ ଆଲୁଅ ଦେଖିଲା ବେଳେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ। ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ କିଟିମିଟିଆ ଯେ, ଟିକିଏ କିଛି ଖରାପ ହେଲେ ରଙ୍ଗୀନ ଜିନିଷ ଦେଖିବାରେ ଅସୁବିଧା ହୁଏ। ଅଳ୍ପ ବହୁତ ଆଠ ଜଣକରେ ଜଣଙ୍କର କିଛି ନା କିଛି ଅସୁବିଧା ଥାଏ ରଙ୍ଗୀନ ଜିନିଷ ଦେଖିବା ପାଇଁ। ଆଲୁଅ କମିଯିବା କ୍ଷଣି ଅନ୍ଧାରରେ ରଙ୍ଗୀନ ଜିନିଷ ଦେଖିହୁଏ ନାହିଁ। ସବୁ ପ୍ରାୟ ଧୂସରିଆ ଦେଖାଯାଆନ୍ତି; କାରଣ ଆଖିର କୋନ୍ ଜୀବକୋଷମାନେ ଅନ୍ଧାରରେ କିଛି କାମ କରିପାରନ୍ତି ନାହିଁ। କେବଳ ଲମ୍ବା ଜୀବକୋଷ ରଡ୍‌ମାନେ ହିଁ କାମ କରନ୍ତି।ମଣିଷ ପିଲା ଥିଲା ବେଳେ କେବଳ ଆଲୁଅ ବା ଅନ୍ଧାର ବୁଝିପାରିଥାଏ। ପାଖ ଜିନିଷକୁ ଦେଖିପାରେନା। ଦୁଇଟି ଆଖିର ଲୟବଦ୍ଧତା ନ ଥାଏ। ଧୀରେ ଧୀରେ ବଢ଼ିଗଲା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖେ ଓ ଲୟବଦ୍ଧତା ବଢ଼େ। ଝାପ୍ସା ଆଲୁଅରେ ପିଲାମାନେ ପଢ଼ିପାରନ୍ତି, ବଡ଼ମାନେ ପାରନ୍ତି ନାହିଁ। ତା'ର କାରଣ ହେଲା, ପିଲାବେଳେ ଆଖିର ମାଂସପେଶୀ ସବୁ ଖୁବ୍ ତାଜା ଥାଏ ଓ ଭଲ କାମ କରିପାରେ। ଏଥିରୁ ଆଖିର ମାଂସପେଶୀର ଶକ୍ତିର କଳନା କରାଯାଇପାରେ।ଶୋଇଗଲା ପରେ ଆଖି ପୂର୍ଣ୍ଣ ବିଶ୍ରାମ ପାଏ। ମାତ୍ର ଚେଇଁଥିଲା ବେଳେ ମଧ୍ୟ ଟିକିଏ ଟିକିଏ ଯଦିଓ ଖୁବ୍ କମ୍ ସମୟ ପାଇଁ ଆଖି ମିଟିକା ମାରିବା ସମୟଟାରେ ଆଖି ବିଶ୍ରାମ ନେଇଥାଏ। ବେଳେବେଳେ ଦୁଇ ଆଖି ପାଳି କରି କାମ କରନ୍ତି। ଗୋଟିଏ ଆଖି ନବେ ଭାଗ କାମ କଲା ବେଳେ ଅନ୍ୟଟି ଅଳସେଇ ଯାଏ। ଏହିପରି ଦୁଇ ଆଖି ଶରୀର ପାଇଁ ଅନବରତ କାମ କରିଥାଏ। ଆଖିର ଲୁହରେ ଲାଇସୋଜାଇମ୍ ମଧ୍ୟ ଅଛି, ଏହା ଆଖିର ପ୍ରତିରକ୍ଷା ବ୍ୟବସ୍ଥା। କୌଣସି ଜୀବାଣୁ ଆସିଲେ ତାକୁ ମାରିଦେବା ପାଇଁ ଏହା କାମରେ ଲାଗେ।